ଏ ଯୋଗସୂତ୍ର ସ୍ଥାପନ କରିବାର ଦାୟିତ୍ୱ ଅଫିସରମାନଙ୍କ ଉପରେ। ସାଧାରଣ ଜନତାର ସ୍ୱାର୍ଥପ୍ରତି ଦୃଷ୍ଟି ଦେଇ ନୀତି ନିୟନ୍ତ୍ରଣ କରିବା ହେଉଛି ଲୋକପ୍ରତିନିଧିମାନଙ୍କ କର୍ତ୍ତବ୍ୟ। ରାଜନୈତିକ ସ୍ତରରେ ଯେତେ ବାଦ ବିବାଦ ଲାଗୁ ପଛକେ ଶାସନ ସ୍ତରରେ ଆଇନ ଅନୁସାରେ କାର୍ଯ୍ୟ ଚାଲିଥିଲେ ଦେଶରେ ଅରାଜକତା ବା ବିରାଟ ବିଭ୍ରାଟ କେବେ ହେବନାହିଁ। ଅବଶ୍ୟ ସାଧାରଣ ଜନତାଙ୍କ ସ୍ତରରେ ରହି ସେମାନଙ୍କ ଶିକ୍ଷା ଓ ସଂସ୍କାର ଦିଗରେ କାର୍ଯ୍ୟ କରିବାପାଇଁ ବହୁ ସଂଖ୍ୟକ ନିଷ୍ଠାପର କର୍ମୀ ଆବଶ୍ୟକ। ମଙ୍ଗଳବାର ଦେଶର ରାଜନୀତି ତଳେ ତଳେ କେତେକ ଶିକ୍ଷିତ ଯୁବକ ସମାଜର ସର୍ବନିମ୍ନ ସ୍ତରରେ ପହୁଞ୍ଚି ହିଂସାତ୍ମକ ବିପ୍ଳବର ଯେଉଁ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ସେ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛି। ବର୍ତ୍ତମାନ ଉପରେ ଯେ ରାଜନୈତିକ ଅବସ୍ଥା ଉପୁଜିଛି, ସେଥିପ୍ରତି ମଧ୍ୟ ଜାଣିବା ଶୁଣିବା ଲୋକଙ୍କ ଦୃଷ୍ଟି ପଡ଼ିବା ଉଚିତ। ଗଣତନ୍ତ୍ର ପଦ୍ଧତିରେ ଶାସନର କର୍ତ୍ତୃତ୍ୱ ହାତକୁ ନେବାପାଇଁ ଚେଷ୍ଟା କରିବା ପ୍ରତ୍ୟେକ ଦଳର ସ୍ୱାଭାବିକ କାର୍ଯ୍ୟ। ସେଥିପାଇଁ ପ୍ରତ୍ୟେକ ଦଳ ଲୋକ ସମର୍ଥନ ପାଇବା ଚେଷ୍ଟା କରନ୍ତି। ଏକ ସମୟରେ କେହି କେହି ମନେ କରୁଥିଲେ ଯେ ଭାରତର ଲୋକେ ସାଧାରଣତଃ ଆଧୁନିକ ଶିକ୍ଷା ପାଇନଥିବାରୁ ସେମାନଙ୍କୁ ଏଣୁ ତେଣୁ ଭୁଲେଇ ସେମାନଙ୍କ ସମର୍ଥନ ଲାଭ କରିହେବ; କିନ୍ତୁ ଗତ ଚାରୋଟି ନିର୍ବାଚନରେ ଜଣାଗଲାଣି ଯେ ସାଧାରଣ ଭୋଟଦାତା ସ୍କୁଲ କଲେଜରେ ପଢ଼ି ନ ଥାଉ ପଛକେ ସେ କଥା ବୁଝିପାରେ ଓ ନିଜ ବିଚାର ଅନୁସାରେ ଭୋଟ ଦେଇପାରେ। ତଥାପି ସାଧାରଣ ଭୋଟଦାତାଙ୍କୁ ଭୁଲେଇବାର ଚେଷ୍ଟା ଯେ ବନ୍ଦ ହୋଇଯାଇଛି, ତାହା ନୁହେଁ। ଆଜି କଂଗ୍ରେସ ଭିତରେ ଯେଉଁ ଦଳାଦଳି ଲାଗିଛି, ତାହାହିଁ ସମସ୍ତଙ୍କ ଭିତରେ କଥାବାର୍ତ୍ତା ହେଉଥିବ। ଏ ଦଳାଦଳି ବାସ୍ତବିକ ଆରମ୍ଭ ହେଲା ତିନିବର୍ଷ ଆଗରୁ। ଏହା ପ୍ରକାଶ ପାଇଥିଲା ଗତ ନିର୍ବାଚନବେଳେ। ବହୁ ପୁରୁଣା କଂଗ୍ରେସ ଲୋକ ସେହି ସମୟରେ କଂଗ୍ରେସରୁ ଅଲଗା ହୋଇଯାଇଥିଲେ ଓ ଅନେକ ପ୍ରଦେଶରେ କଂଗ୍ରେସ ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରିପାରିଲାନାହିଁ। ଏତେ ବଡ଼ ବିପର୍ଯ୍ୟୟ ଘଟିଥିଲେ ମଧ୍ୟ ରାଜନୈତିକ ଦଳମାନେ ବିଶେଷତଃ କଂଗ୍ରେସ ଦଳ ଅବସ୍ଥାର ବିଶ୍ଳେଷଣ କରି ଗତ ନିର୍ବାଚନରୁ କିଛି ହେଲେ ଶିକ୍ଷା କଲେନାହିଁ। ମୋର ମନେହେଉଛି ଏକମାତ୍ର ବାମପନ୍ଥୀ କମ୍ୟୁନିଷ୍ଟ ଦଳ ସେଥିରୁ କିଛି ଶିକ୍ଷାକରି ସେମାନେ ନିଜ ବାଟରେ ଆଗେଇଲେ। ଅନ୍ୟମାନେ ପୁଣି ପୂର୍ବେ ସ୍ଥାନକୁ ଫେରିଯାଇ ପୂର୍ବପରି ଚାଲିଲେ। ଯେପରି କିଛି କୁଆଡ଼େ ହୋଇନାହିଁ। ଏଠି ମନେପକାଇବାର କଥା ରେ କାହିଁକି ଅନେକ ପ୍ରଦେଶରେ ବହୁ ପୁରୁଣା ଲୋକ କଂଗ୍ରେସ ଛାଡ଼ିଲେ। ବାସ୍ତବିକ ସାଲରେ କାମରାଜ କଂଗ୍ରେସ ସଭାପତି ହୋଇ ଅନୁଷ୍ଠାନର ଦାୟିତ୍ୱ ନେବା ଦିନଠାରୁ କଂଗ୍ରେସର ରୂପ ବଦଳିବାକୁ ଆରମ୍ଭ କଲାଣି। ଜବାହରଲାଲଜୀଙ୍କ ମୃତ୍ୟୁ ଘଟିଲା। ଲାଲବାହାଦୂର ଶାସ୍ତ୍ରୀ ମଧ୍ୟ ବେଶି ଦିନ ରହିଲେନାହିଁ। ଗାନ୍ଧିନୀତିର ଆବରଣରେ କାମରାଜ ଯୋଜନା ନାମରେ ଯେଉଁ ବିରାଟ ରାଜନୈତିକ ଷଡ଼ଯନ୍ତ୍ର ଆଖି ଆଗରେ ନିଃସଙ୍କୋଚରେ କାର୍ଯ୍ୟରେ ପରିଣତ ହେଲା, ସେଥିରେ କାମରାଜ ନିଜକୁ ଏକଚ୍ଛତ୍ରାଧିପତି ଭାବି କଂଗ୍ରେସକୁ ଚଳାଇଲେ। କେହି ବିଶ୍ୱାସ କରିବେନି ଯେ ଭାରତ ପରି ବିଶାଳ ଦେଶରେ କଂଗ୍ରେସ ପରି ଏକ ବିଶାଳ ରାଜନୈତିକ ସଂସ୍ଥାରେ ବର୍ଷ ବର୍ଷ କାଳ ସାଧାରଣ ସମ୍ପାଦନ ନ ଥାଇ କେବଳ ସଭାପତି କାମରାଜ ସନ୍ଧ୍ୟାବେଳେ ପ୍ରେସକନ୍ଫରେନ୍ସରେ କଂଗ୍ରେସ ଭିତରର ଆପତ୍ତି ଅଭିଯୋଗର ସବୁ ଫଏସଲା କରିବାରେ ଲାଗିଲେ! ଗଦା ଗଦା ଚିଠି ନିଖିଳ ଭାରତ କଂଗ୍ରେସ କମିଟି ଅଫିସରେ ଜମାହୋଇ